କିଏ ଜଣେ ଚେଷ୍ଟାକରୁଛି ସେ ଫୁଲ ତୋଳିବାକୁ। ହୁଏତ କେଉଁ ମନ୍ଦିରର ଶିବଲିଙ୍ଗ ଉପରେ ଏଇ ଫୁଲ ଥାପି ଦେଇ ଆରାଧନା କରିବା ପାଇଁ ତା' ମନେ ପ୍ରବଳ ଆଗ୍ରହ। ଅମନା ହେଲା ଲୋପାମୁଦ୍ରା। ଜଗତରେ ଫୁଲ ସୃଷ୍ଟି କ'ଣ କେବଳ ଦେବତାର ପୂଜା ପାଇଁ? ଚମକି ପଡ଼ିଲା ସେ। ଭ୍ରମରର ପୁଲକିତ ଗୁଞ୍ଜନରେ ଏଇ ଫୁଲ ଆତ୍ମହରା ହୁଏ। ସୃଷ୍ଟିର ସ୍ୱପ୍ନ ଦେଖେ। ଫଳ ଧାରଣ ପାଇଁ ଅଳିକରି ବସେ ଭ୍ରମର ନିକଟରେ। ଫଳଲାଭର ଆଶା ଯଦି ଫୁଲ ମନରେ ଛନ୍ଦ ସୃଷ୍ଟି କରୁ ନ ଥାନ୍ତା.. ତେବେ ଏତେ ପ୍ରାଣ ଖୋଲି ଫୁଟନ୍ତାନି ଫୁଲ ଦୋହଲି ଉଠିଲା ଲୋପାମୁଦ୍ରାର ଅଙ୍ଗଲତା। ଆଜି ନୂଆକରି ସେ ଅନୁଭବ କରୁଛି ହେମକାନ୍ତର ଉପସ୍ଥିତି। ହେମକାନ୍ତ ଅଧ୍ୟାପକ ନୁହଁନ୍ତି, ହେମକାନ୍ତ ମଣିଷ ନୁହଁନ୍ତି, ହେମକାନ୍ତ ପୁରୁଷ, ହେମକାନ୍ତ ଦରଦୀ, ହେମକାନ୍ତ ସ୍ନେହୀ। ଦୁର୍ବଳ ହୋଇପଡ଼ିଲା ଲୋପାମୁଦ୍ରାର ମନ। ପାଖ ବିଛଣାକୁ ଲାଗି ଅନେକ ରୋଗୀ। ସେହି ରୋଗୀମାନଙ୍କ ଭିତରୁ ସେ ଆଜି ଜଣେ। ଗତ ଦିନର କଥାଗୁଡ଼ାକ ନାଚିଉଠିଲା ଲୋପାମୁଦ୍ରା ମନ ଭିତରେ। ହେମକାନ୍ତ ଅନୁରୋଧ କରୁଥିଲେ—''ତୁମେ ବିଶ୍ରାମ ନିଅ ଲୋପାମୁଦ୍ରା। ଅତ୍ୟଧିକ ପରିଶ୍ରମକୁ ତୁମେ ସହ୍ୟ କରି ପାରିବନି। '' ହେଲେ ତାଙ୍କ ଅନୁରୋଧକୁ ବେଖାତିର କରି ଉଡ଼ାଇ ହେଇଥିଲା ସେ। ମନକୁ ମନ ଦୁଃଖ କରୁଛି ଲୋପା। ''ମୋର ଭୁଲ୍ ହୋଇଯାଇଛି ହେମକାନ୍ତ ବାବୁ। '' ଲୋପାମୁଦ୍ରାର ଛଳ ଛଳ ବିଗଳିତ ଆର୍ଦ୍ରକଣ୍ଠ ଚମକ ସୃଷ୍ଟିକଲା ହେମକାନ୍ତର ଛାତିରେ। ''ଏ କ'ଣ ଲୋପା? ମଣିଷ କ'ଣ ଭୁଲ୍କରେନି, ମଣିଷ ଭୁଲ୍ନ କରୁଥିବା ଠିକ୍ଟାକୁ ବୁଝନ୍ତା କେମିତି! '' ଅଭିଭାବକ ଭଙ୍ଗୀରେ କହିଲା ହେମକାନ୍ତ। ହସି ଦେଇ ଲୋପାମୁଦ୍ରା କହିଲା—''ତଥାପି ଭୁଲ୍ଟା ତ ଭୁଲ୍? ସେ ପାଇଁ କ୍ଷମାମାଗିଲେ ଦୋଷ କ'ଣ? '' ନୀରବ ରହିଲା ହେମକାନ୍ତ... ''କିନ୍ତୁ'' କଥା ଅଟକିଗଲା ଲୋପାମୁଦ୍ରା ମୁହଁରେ। ''କୁହ କୁହ... କ'ଣ କହିବାକୁ ଚାହଁ। '' ହେମକାନ୍ତର ନିର୍ଭୟ ବାଣୀ। ଝଡ଼ ବେଗରେ ଲୋପାମୁଦ୍ରା କହିଲା—''କିନ୍ତୁ ତୁମେ କୁହ ଦେଖି ମଣିଷର ଭୁଲଟା ନିଶ୍ଚିତମତେ କେତେବେଳେ ଭୁଲ୍। '' ପରମୁହୂର୍ତ୍ତରେ ଜିଭ କାମୁଡ଼ି ପକାଇ ଲୋପାମୁଦ୍ରା କହିଲା–''ଆପଣ କହନ୍ତୁ ଦେଖି ଭୁଲ୍ଟା କେତେବେଳେ ଭୁଲ୍। '' ଏଇଥର ଖୁବ୍ ହସିଲା ହେମକାନ୍ତ। କହିଲା—''ଠିକ୍ ଏତିକିବେଳେ। ଯେତେବେଳେ ମୋତେ 'ତୁମେ' ବୋଲି ସମ୍ବୋଧନ କରିବାକୁ ତୁମ ମନରେ ଆଗ୍ରହ ଜନ୍ମିଛି, ସେତେବେଳେ ତୁମେ ଜବରଦସ୍ତ ମୋଡ଼ ଭାଙ୍ଗି 'ଆପଣ' ବୋଲି ସମ୍ବୋଧନ କରୁଛ। ଏଇଟା ହିଁ ଜୀବନର ଚରମ ଭୁଲ୍। '' ରଙ୍ଗା ପଡ଼ିଗଲା ଲୋପାମୁଦ୍ରାର ମୁଖମଣ୍ତଳ। ହେମକାନ୍ତ କହିଲା—''ତୁମେ ଆଉ ମୋତେ ଆପଣ ବୋଲି ସମ୍ବୋଧନ କରିବନି। ମୁଁ ତୁମର ଅଧ୍ୟାପକ ହୋଇପାରେ। ହେଲେ ଦୁଇ ଜଣଙ୍କର ଧର୍ମ ସମାନ। ତେଣୁ ଆମ ଆଲୋଚନା ଭିତରେ ବଡ଼ ସାନର ବିଚାର ରହିବ କାହିଁକି? '' ପ୍ରତିବାଦ କରିପାରୁ ନ ଥିଲା ଲୋପାମୁଦ୍ରା ପୁଣି କଥା ଆରମ୍ଭ କଲା ହେମକାନ୍ତ—''ଏଇ ଦେଖ ଲୋପା! ବାହାରର ମଧୁମାଳତୀ ଲତାରେ ଫୁଲ ଫୁଟିଛି। ଗୋଟାଏ ଆବରଣ ତଳେ ତା'ର ରୂପକୁ ଘୋଡ଼ାଇ ରଖିବାକୁ ସେ କ'ଣ ଚେଷ୍ଟା କରୁଛି? ତେବେ ଆମର ଏ ଆବରଣଦିଆ ଜୀବନର ମୂଲ୍ୟ କ'ଣ? '' ହେମକାନ୍ତର କଥାରେ ସମ୍ବେଦନଶୀଳା ହୋଇଉଠିଲା ଲୋପା। ହେମକାନ୍ତ ମିଛ କହୁ ନାହାଁନ୍ତି। ପାରସ୍ପାରିକ ଆତ୍ମିକତା ଭିତରେ ବଡ଼ ସାନର ବାଛ ବିଚାର ରହିବା ଠିକ୍ ନୁହେଁ। ନିଶ୍ଚଳ ସକାଳର ଛାତିରେ ଦୋଦୁଲ୍ୟମାନ ଉଦୟ ସୂର୍ଯ୍ୟର ବର୍ଣ୍ଣିଳ ମହୋତ୍ସବ। ଠିକ୍ ସେହି ମହୋତ୍ସବର ଆଂଶିକ ପୂର୍ବଧ୍ୱନି ପ୍ରକଟିତ ହେଉଛି ଲୋପାମୁଦ୍ରାର ମୁଖମଣ୍ଡଳରେ। ପ୍ରଶାନ୍ତ, ଗମ୍ଭୀର ହୋଇ ସେ ଶୋଇଛି—ହେମକାନ୍ତ କୋଳରେ ମୁଣ୍ଡ ଦେଇ। ଗର୍ବ ଆସୁଛି ଲୋପାମୁଦ୍ରାର-। ତା' ପାଇଁ ସମବେଦନା ଜଣାଇବାକୁ ଜଗତରେ ଲୋକ ଅଛନ୍ତି... ଏ କମ୍କଥା ନୁହେଁ। ହେଲେ ଲୋପାମୁଦ୍ରା ଯଦି ପୁରୁଷ ମନର ମନସ୍ତତ୍ୱ ଜାଣିଥା'ନ୍ତା.. ତେବେ ଅନୁଭବ କରିଥାନ୍ତା ଯେ ରୂପସୀ ନାରୀର ସେବା ପାଇଁ ଅନେକ ଯୁବକ ପାଗଳ। ଏ ପାଗଳାମୀ ଯେ ହେମକାନ୍ତର ନିଭୃତ ମନ ଭିତରେ ନ ଥିଲା ତା' ନୁହେଁ। ଯୌବନର ଡାକରାକୁ ଅବା ଉତ୍ତର ନ ଦେଇ ରହି ପାରିବ କିଏ? ସ୍ୱୟଂ ବିଶ୍ୱାମିତ୍ର ତ' ଜଟା ଛିଣ୍ଡାଇ ଗୃହସ୍ଥ ହୋଇ ପଡ଼ିଲେ—ଆଉ ହେମକାନ୍ତ ବା କେତେ ମାତର। ସ୍ଥାଣୁ ଭଳି ହେମକାନ୍ତର ମୁହଁକୁ ଚାହିଁଛି ଲୋପାମୁଦ୍ରା।